ମହା ଆନନ୍ଦରେ ବାହାରିପଡ଼ିଲି। ଭାଇଙ୍କର. 'ମାଉଯାର' ରାଇଫଲଟି ହାତପଇଠ କଲି। କଥା ହେଲା ଯେ ମୁଁ ଲାଲୁବାବୁଙ୍କୁ ନେଇ ଯିବି କଲରାପତରିଆ ଶିକାରରେ ଓ ଭାଇ ରାଜାଙ୍କର ଗୋଟାଏ ବାଘମରା ରାଇଫଲ ନେଇ ବଙ୍ଗଳା ପାଖ ମଞ୍ଚାରେ ବସିବେ ବାଘ ଆସିବା ବାଟକୁ ଅନାଇ–ଏବଂ ରାଜା ସାହେବ ବଙ୍ଗଳାରେ ବିଶ୍ରାମ ନେବେ। ବିଲାତି ସୁରା ହେବ ତାଙ୍କର ସଙ୍ଗିନୀ-। ଯଥା ସମୟରେ ଖିଆପିଆ ସରିଲା। ଏତିକି ବେଳକୁ ସେଠାକାର ପୁଲିସ ସାହେବ ଆସି ପହଞ୍ଚିଗଲେ। ଶିକାର ଯଦିଓ ସେ ନିଜେ କରନ୍ତି ନାହିଁ ତଥାପି ଶିକାର ଦେଖିବାକୁ ତାଙ୍କର ଭାରି ସଉକ ଥାଏ। ଏଣୁ ଆମେ ତିନିଜଣ ସେଠାକୁ ଯାଇ ମଞ୍ଚା ଉପରେ ବସିଲୁ। ମଞ୍ଚାଟି ବେଶ୍ ବଡ଼ ହୋଇଥାଏ। ପଛ ପାଖରୁ ଗୋଟାଏ ସିଡ଼ି ସାହାଯ୍ୟରେ ଆମେ ମଞ୍ଚାକୁ ଉଠିଲୁ। ପ୍ରାୟ ପନ୍ଦର ଫୁଟ ଉପରେ ମଞ୍ଚା। ଆଗ ପାଖରେ ଦିଓଟି ଛୋଟ ଛୋଟ ଫାଙ୍କ। ସେ ଛୋଟ ଫାଙ୍କାବାଟେ ମଢ଼ଟି ପରିଷ୍କାର ହୋଇ ଦିଶୁଥାଏ। ଜନ୍ତୁଟିକୁ ମୋର ମାରିବାକୁ ଥାଏ ବୋଲି ମୁଁ ସେ ଫାଙ୍କ ପାଖରେ ଆଗକୁ ବସିଲି। ଲାଲୁବାବୁ ତାଙ୍କ ରାଇଫଲଟା ମୋତେ ଦେଲେ, କାରଣ ତାଙ୍କ ରାଇଫଲଟିରେ ଟର୍ଚ୍ଚଟିଏ ଯୋଖା ଯାଇଥାଏ। ଟର୍ଚ୍ଚ ଟିପି ଦେଲେ ଆଲୁଅ ସଙ୍ଗରେ ବନ୍ଧୁକର ମାଛି ମଧ୍ୟ ପରିଷ୍କାର ଦିଶେ ଓ ଲାଖ କରିବାପାଇଁ ସୁବିଧା ହୁଏ। ଘଞ୍ଚ ଜଙ୍ଗଲ ଚାରିଆଡ଼େ ଲାଗିଯାଇଥାଏ ଦୂର ପର୍ବତ ପର୍ଯ୍ୟନ୍ତ। ଜଙ୍ଗଲ ଭିତରେ ଯେଉଁ ସିଧାହୋଇ ଜାଗା ପରିଷ୍କାର ରଖାଯାଇଥାଏ ତାକୁ 'ଫାୟାର ଲାଇନ' କହନ୍ତି। ଦୁଇ ଫାୟାର ଲାଇନ୍ର ଦୋସମାଳି ଜାଗାରେ ଆମର ମଢ଼ଟି ଥାଏ। ଏଣୁ ଚିତାବାଘଟି ସେ ''ଫାୟାର ଲାଇନ'' ରେ ଆଗ ଜଙ୍ଗଲରୁ ଆସିପାରେ ବା ବିପରୀତ ଜଙ୍ଗଲ ମଝିରେ ମଝିରେ ଆସି ମଧ୍ୟ ମଢ଼ ପାଖରେ ବାହାରିପାରେ। ଆମେ ତିନିହେ ଧୀର ସ୍ଥିର ହୋଇ ବସିଲେ, ବାଘ ଆସିବାର ସମ୍ଭାବନା ବେଶି। ଆମକୁ ଯେଉଁମାନେ ଛାଡ଼ିବାକୁ ଆସିଥିଲେ ସେମାନେ ଆମକୁ ଛାଡ଼ି ଚାଲିଗଲେଣି। ବାଘ ଶିକାରରେ ମଞ୍ଚାରେ ବସିବାକୁ ଥିଲେ ସବୁବେଳେ ଅନେକ ଲୋକ ନେଇ ସେଠାକୁ ଯିବା ଦରକାର ଓ ଦୁଇ ତିନିଜଣ ମଞ୍ଚାରେ ବସି ସାରିଲାପରେ ଅନ୍ୟମାନେ ପାଟିତୁଣ୍ଡ କରି ଫେରିଯିବା ଦରକାର। ତାଦ୍ୱାରା ବାଘ ବୁଝିବ ଯେ, ମଢ଼ ପାଖରେ କେହି ରହିଲେ ନାହିଁ। ତା'ର ସନ୍ଦେହ ରହେନାହିଁ। ସେ ନିର୍ଭୀକ ହୋଇପଡ଼େ ଓ ମଢ଼ ପାଖକୁ ଆସିବାକୁ ଦ୍ୱିଧାବୋଧ କରେନାହିଁ। ଏପରି ମଧ୍ୟ ଦେଖାଯାଇଛି ଯେ, ବାଘ ଲୋକମାନଙ୍କୁ ବାଟୋଇଦେବାକୁ ପଛେ ପଛେ ଯାଇଥାଏ। ସେମାନେ ଜଙ୍ଗଲ ପାର ହୋଇଗଲେ ସେ ନିଶ୍ଚିନ୍ତରେ ଆସି ମଢ଼ ପାଖରେ ହାଜର ହୋଇଯାଏ; ଏପରିକି ଦିନ ଥାଉଁ ଥାଉଁ ମଧ୍ୟ। ଲାଲୁବାବୁଙ୍କଠୁ ଶୁଣିଛି, ସେ ଥରେ ମୟୂରଭଞ୍ଜରେ କୌଣସି ଏକ ଜାଗାକୁ ଗସ୍ତରେ ଯାଉଥିଲେ। ଯାଉଁ ଯାଉଁ ବେଳ ତିନିଟା କି ଚାରିଟା ହୋଇଗଲା। ସେତେବେଳେ ସେପାଖରେ ରାସ୍ତା ତିଆରି ଚାଲିଥାଏ। ଘୋର ଜଙ୍ଗଲ ରାସ୍ତା ଦୁଇପାଖରେ। ଲାଲୁବାବୁଙ୍କର ମଟରଗାଡ଼ି ଦେଖି ରାସ୍ତାର କୁଲିମାନେ ଅଟକାଇଲେ। ଲାଲୁବାବୁ ରହିଗଲାରୁ ଶୁଣିଲେ ଯେ, ପ୍ରାୟ ଅଧଘଣ୍ଟା ଆଗରୁ ଗୋଟାଏ ମହାବଳ ବାଘ ରାସ୍ତାଉପରୁ ଲୋକଟାଏ ଝାମ୍ପିନେଇ ବାମ ପାଖ ଜଙ୍ଗଲରେ ପଶିଯାଇଛି-। ଲାଲୁବାବୁ ସଙ୍ଗେ ସଙ୍ଗେ ବନ୍ଧୁକ ନେଇ ବାହାରିଲେ ଭିତରକୁ। ସଙ୍ଗରେ ଚାରି ଛଅଜଣ ଭେଣ୍ଡିଆ କୁଲି ବାହାରିଲେ ଲୋକଟିକୁ ଉଦ୍ଧାର କରିବାକୁ। ରକ୍ତଦାଗ ଓ ଘୋଷରା ଦାଗ ଦେଖି ଦେଖି ବଣ ପରେ ବଣ ପାରହୋଇ ବାଉଁଶ